ସେ ବହିରେ ପଢ଼ିଥିବା କାହାଣୀ ସବୁକୁ ମନେ ପକାଇଲା। ସେଇ କନ୍ସେନଟ୍ରେସନ୍ କ୍ୟାମ୍ପ କଥା। ସେ କ୍ୟାମ୍ପରେ ଯିଏ ଥରେ ତାଲିମ ପାଇ ଫେରି ଆସିଛି ସେ ଏକ, 'ହୀରୋ' ପାଲଟିଛି। ଜେଲ୍ରୁ ବାହାରି ରାଜପଥରେ ଚାଲିଲାବେଳେ ଲୋକଟି ମନକୁ ମନ ଭାବୁଥାଏ, ତା' ସମାଜ, ତା' ସଂସ୍କୃତି, ତା' ପିଲାକବିଲାଙ୍କ ଭବିଷ୍ୟତ ପାଇଁ ସେ ପାଟି ଫିଟେଇବନି ତ ଆଉ କିଏ କହିବ। ତା' ଦେଶର ରାଜନୀତି, ରାଷ୍ଟ୍ରନୀତି, ଧର୍ମ, ଦର୍ଶନ, ଭାଷା, ସାହିତ୍ୟ ସବୁଥିରେ ତା'ର କିଛି କହିବାର ଅଛି। ତା' ହାତରେ ସମୟ ଖୁବ୍ ଅଳ୍ପ। ତେଣୁ ସେ ମନଖୋଲି ସବୁକିଛି କହି ଶୁଣେଇ ଦେବ। ପେଟ ପାଇଁ ମୁଣ୍ତ ବିକିଛି ବୋଲି ସେ ତା'ର ସବୁକିଛିକୁ ବଳିଦେଇ ପାରିବନି। ପଦଲେହନ କରି, ଖାଲି ହାକିମଙ୍କ ଗୁଣକୀର୍ତ୍ତନ କରି କରି ଗଧପରି ଜୀବନ ବିତେଇ ପାରିବନି ସେ। ନିଜର ବାକ୍ ସ୍ୱାଧୀନତା ହରେଇ ବସିବା ଅର୍ଥ, ଆତ୍ମହତ୍ୟା କରିଦେବା। ସଚଳ ମଣିଷକୁ ଅଚଳ କରିଦେବା ସଙ୍ଗେ ସମାନ। ଲୋକଟି ଦେହରେ ଯେତେବେଳେ ଅଫୁରନ୍ତ ଯୌବନ ଖୁନ୍ଦି ହୋଇ ରହିଥିଲା, ଲୋକେ ତା'ର ପ୍ରଚଣ୍ଡ ବ୍ୟକ୍ତିତ୍ୱ ନିକଟରେ ମୁଣ୍ଡ ନୁଆଁଉଥିଲେ। ତା'ର ଉଜ୍ଜ୍ୱଳ ଭବିଷ୍ୟତ ତା' ବୁଢ଼ୀମା' ପରିଷ୍କାର ଦେଖି ପାରୁଥିଲା। ସ୍ନେହରେ ବୋକ ଦେଲାବେଳେ ତା' ବୁଢ଼ୀମା' ତାକୁ ବୁଝାଉଥିଲା, ''ବାହୁବଳରେ ତୁ ଆମ ମହଲାକୁ ଜିଣିଯାଇପାରୁ କିନ୍ତୁ ଜଗତକୁ ଜିଣିବାକୁ ହେଲେ ବୁଦ୍ଧିବଳ ଲୋଡ଼ା। '' ସାତ ବର୍ଷର ଜେଲ୍ଜୀବନ ପରେ ଲୋକଟିର ବିଶ୍ୱାସ ବଢ଼ିଯାଇଛି। ତା' ବୁଢ଼ୀମା' କଥା ଅକ୍ଷରେ ଅକ୍ଷରେ ସତ। ଆହାଃ, ଆଜି ସେ ବଞ୍ଚିଥାନ୍ତା କି? ଲୋକଟି ଆଖିରେ ଲୁହ ଜମି ଆସୁଥିଲା। ଦର୍ଶକ ଆଖିରେ ସେ ସବୁଦିନ ରୋମାଞ୍ଚକର। ଦିଗନ୍ତ ବିସ୍ତୃତ ନୀଳ ଚିଲିକା ଭିତରେ ସେ ଭାନୁମତୀର କୁହୁକ ବୋଳା ଦେଶ। ତାର ଅନବଦ୍ୟ ରୂପଶ୍ରୀ ନେଇ କଳାକାର ଆଖିରେ ପାରିକୁଦ ଏକ ସଜୀବ ରୂପ କବିତା ହୋଇ ରହିଯାଏ। ପାରିକୁଦର ସ୍ମୃତିକୁ ଥରେ ମନେ ପକାଇଲେ; ବୀରେନ୍ଦ୍ର, ମାୟାଧର ପ୍ରଭୃତି କେତେକ ପ୍ରାଣମୟ ଚରିତ୍ର ଆସି ଆଖି ଆଗରେ ଛିଡ଼ା ହୁଅନ୍ତି। ସ୍କୁଲ ଶିକ୍ଷକ ପଟ୍ଟନାୟକ ବାବୁ ଓ ପୋଲିସ ଅଫିସରଙ୍କ ଦରଦୀ କଥା କେଇପଦ କାନରେ ବାଜେ। ଅଶୋକ ପାତ୍ର ଅତୀତକୁ ଫେରିଯାଏ। ବର୍ତ୍ତମାନର ସ୍ଥିତି ଉପରେ ସେ ଅତୀତର କୌଣସି ସାମଞ୍ଜସ୍ୟ ନାହିଁ। ବୀରେନ୍ଦ୍ର କାନୁନ୍ଗୋ ଚିଠି ଦେଇଛି। ପାରିକୁଦରେ ଅନେକ କିଛି ପରିବର୍ତ୍ତନ ହେବଣି-। ଯୁଗର ପ୍ରଗତି ସଙ୍ଗେ ସେ ମଧ୍ୟ ପାଦ ମିଳାଇ ଚାଲୁଛି। ପାରିକୁଦର ସର୍ବାଙ୍ଗୀନ ଉନ୍ନତି ହେଉ-। ''ବୁଝିଲେ ଅଶୋକ ବାବୁ, ମୁଁ ପାରିକୁଦକୁ ଆଦରି ନେଇଛି। ପରିବର୍ତ୍ତନ ଆଦେଶକୁ ସ୍ୱଇଚ୍ଛାରେ କଟାଇ ଦେଇ ଆସିଲି। କାହିଁକି ଜାଣନ୍ତି? ସେଇ ଝିଅଟି ପାଇଁ। ମନେ ଅଛିତ? ଗଲାଦିନ ସକାଳେ ମୋତେ ଚିହ୍ନାଇ ଦେଇ ଯାଇଥିଲେ! ତାରି ସଙ୍ଗେ ବିବାହ କରୁଛିଁ। ଆପଣ ସମୟ କରି ନିଶ୍ଚୟ ଆସିବେ। ବନଲତାଙ୍କ କଥା ମନେଥିବ ନିଶ୍ଚୟ! ତାଙ୍କ ଭଉଣୀ ବି. ଏ. ପାଶ କରିଛନ୍ତି। ତାଙ୍କର ଭବିଷ୍ୟତ କାର୍ଯ୍ୟପନ୍ଥା ପାଇଁ ଆପଣଙ୍କ ସଙ୍ଗେ ପରାମର୍ଶ କରିବେ ବୋଲି କହୁଥିଲେ। ଯଦି ପାରିକୁଦକୁ ମନେ ରଖିଥାନ୍ତି ଓ ଆମପ୍ରତି ଟିକିଏ ବି' ସହାନୁଭୂତି ଥାଏ, ତେବେ ନ ଆସିବାର କରିବେ ନାହିଁ। '' ବୀରେନ୍ଦ୍ରର ବିବାହ ନିଶ୍ଚୟ ଖୁସି ଖରବଟିଏ। ତା ସଙ୍ଗେ ବଳଲତା ଦାସର ଆଗ୍ରହକୁ କଣ ଏଡ଼ାଇ ଦେଇ ହୁଏ? ଅଶୋକ ପାତ୍ର ସମ୍ମତି ଜଣାଇ